ଅଗଣିତ ଜନତା ଆଜି ସତେ ଅବା ସେମାନଙ୍କର ପ୍ରିୟ ନେତାଙ୍କୁ ହରାଇ ଦୁଃଖକାତର। ବାକ୍ୟ ସ୍ଫୁରଣ କାହାରି ତୁଣ୍ତରୁ ହେଉନାହିଁ। ସଭିଏଁ ସେମାନଙ୍କର ଅତି ଆପଣାର ରଙ୍ଗନାଥଙ୍କ ବିଚ୍ଛେଦରେ କାତର। ଟୋପାଏ ଔଷଧ ବା ଗୋଟାଏ ଇଞ୍ଜେକ୍ସନ ନେଇଥିଲେ ରଙ୍ଗନାଥଙ୍କର ସାର୍ଥକ ଜୀବନ-ଦୀପ ଏପରି ଚଞ୍ଚିଳ ଲିଭିଯାଇ ନ ଥାନ୍ତା। ରଙ୍ଗନାଥ ପିଲାଟି ଦିନୁ ଥିଲେ ମେଧାବୀ। ଛାତ୍ର ହିସାବରେ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ସେ କେବେ ଅଧିକାର କରି ନ ଥିଲେ। ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉପାଧି ସେ ପାଇଥିଲେ ଅଦ୍ୱିତୀୟ ହୋଇ। ଇଚ୍ଛା କରିଥିଲେ ଉତ୍କଳର ଏକ କୃତି ସନ୍ତାନ ହିସାବରେ ସେ ଉଚ୍ଚ ପଦାଧିକାରୀ ହୋଇ ପାରିଥାନ୍ତେ। ବାପା ଚାହୁଁଥିଲେ ସେ ଆଇ. ଏ. ଏସ୍. ହୁଅନ୍ତୁ, ବୋଉଙ୍କ ଇଚ୍ଛା ଡାକ୍ତର ହୋଇଥାଆନ୍ତେ। ଆଉ ବଡ଼ ଭଉଣୀଙ୍କର ଇଚ୍ଛା ବାର-ଆଟ-ଲ ହୁଏନ୍ତେ କି! ମାତ୍ର ଏ ସବୁକୁ ସେ ପାଦରେ ଆଡ଼େଇ ଦେଇ ପୂଜ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ନେଇଥିଲେ। ଆହୁରି ଅନେକ ଅଛନ୍ତି ପ୍ରଶାସନିକ, ଚିକିତ୍ସା ବା ଆଇନ ବିଭାଗରେ କାମ କରିବାକୁ; ମାତ୍ର ଦୁଃଖୀନି ଉତ୍କଳର ହତଭାଗା ବନ୍ୟାପ୍ରପୀଡ଼ିତ, ବାତ୍ୟାଜର୍ଜରିତ ଓ ଅଗ୍ନିଦଗ୍ଧ ଦୁଃଖ କାତର ଲକ୍ଷାଧିକ ଜନତା ପଛରେ ଅଛି କିଏ ସେ? ଜୀବନଟା କାନ୍ଦି କାନ୍ଦି ଦୁଃଖୀଙ୍କ ଦୁଃଖ ଦୂର କରିବାର ବ୍ରତ କରିନେଇ ଆଗେଇ ଚାଲିଥିଲେ କୋଟିଏ ଭିତରୁ ଗୋଟିଏ, ଗୋପବନ୍ଧୁ। ତାଙ୍କରି ପର୍ବତସମ ଅତୁଳନୀୟ କାର୍ଯ୍ୟରାଶିରୁ ତିଳେ ମାତ୍ର କରି, ସେ ଗୁଣ୍ତିଚି ମୂଷା ସେତୁବନ୍ଧ ବାନ୍ଧିଲା ପରି ଜୀବନ ସାର୍ଥକ କରିବାକୁ ବ୍ରତ କରିଥିଲେ। ପିତା ମାତା, ଭ୍ରାତା ଭଗିନୀ, ବନ୍ଧୁ ବାନ୍ଧବଙ୍କ ବାରଣ ମାନି ନ ଥିଲେ ସିଏ। ତୁଳିତଳ୍ପ ଶେଯ, ଉଚ୍ଚକୋଟୀର ଆହାର ଓ ପୋଷାକକୁ ତ୍ୟାଗ କରି ସେ ଗାଁ ଗହଳକୁ ଚାଲିଯାଇଥିଲେ। ଜନକଙ୍କର କେତେ କାତର ନିବେଦନ ଯେ, ସେ ବିଭାହୋଇ ଘରସଂସାର କରୁ, ଜନନୀଙ୍କର ଇଚ୍ଛା କୋଡ଼ରେ ନାତି ନାତୁଣୀ ଦେଖନ୍ତେ, ଭାଇ ଭଉଣୀଙ୍କର ଇଚ୍ଛା ଭାଉଜ ଘରକୁ ଆସନ୍ତେ; ମାତ୍ର ଏ ସବୁକୁ ଏଡ଼ାଇ ଦେଇଥିଲେ ରଙ୍ଗନାଥ। ସାନ ଭାଇ କାଶୀନାଥଠାରେ ଏ ସବୁର ଆକାଙ୍କ୍ଷା ପୂରଣ ହୋଇ ପାରିବାର ସମ୍ଭାବନା ସେ ସୂଚାଇଥିଲେ। ଯେଉଁଠି ବନ୍ୟା, ବାତ୍ୟା, ଗୃହଦାହ; ସେଇଠି କାୟା ସହିତ ଛାୟାର ସମ୍ଭାବନା ପରି ରଙ୍ଗନାଥଙ୍କର ଆବିର୍ଭାବ। ସବୁ କ୍ଷେତ୍ରରେ ଜୀବନକୁ ବିପନ୍ନ କରି ସେ ଜନସେବା କରି ଆସୁଥିଲେ-। ସେ ଦିନ ଜେନାପୁର ନିକଟସ୍ଥ ଏକ ଅଖ୍ୟାତ ଗ୍ରାମର ଗ୍ରାମବାସୀଙ୍କୁ ଦେଖି ସେ ଗୋଟିଏ ଶିଶୁ ପରି କଇଁ କଇଁ ହୋଇ କାନ୍ଦିଉଠିଥିଲେ। ପିଲାଙ୍କ ପେଟ ପିଠିରେ ଲାଗିଚି, ବଡ଼ଙ୍କର ଆଖି କୋଟରଗତ, ଆଉ ଯୁବତୀଙ୍କଠାରେ ଯୌବନର ଟିକିଏ ହେଲେ ଲକ୍ଷଣ ସେ ଦେଖିବାକୁ ପାଉ ନ ଥିଲେ। ଦଉଡ଼ି ଗଲେ କଟକ ସହରକୁ। ଦୋକାନ, ବଜାର, ଲୋକଙ୍କ ଦ୍ୱାରା ଦ୍ୱାର ବୁଲି କାନ୍ଦି କାନ୍ଦି ମାଗିଥିଲେ ଭିକ୍ଷା। ଆଶାନୁରୂପ ଦାନ ବି ପାଇଥିଲେ। ସୁ-ପାତ୍ରରେ ଦାନ କରିବାକୁ ଓଡ଼ିଆ ଜାତି କେବେ ପଶ୍ଚାତ୍ପଦ ହୋଇନି କି ହେବ ନାହିଁ। ଯଥେଷ୍ଟ ସମ୍ବଳ ନେଇ ବାଣ୍ଟିଥିଲେ ଗାଁରେ-। ଲୋକେ ଖଣ୍ତେ ପିନ୍ଧିଲେ ଓ ଗଣ୍ତେ ଖାଇଲେ, ରଙ୍ଗନାଥଙ୍କ ଆନନ୍ଦ କହିଲେ ନ ସରେ। କେନ୍ଦ୍ରାପଡ଼ାର ସୁଦୂର ପଲ୍ଲୀ ଅଞ୍ଚଳର ଏକ ହରିଜନପଡ଼ାର ପ୍ରତ୍ୟେକ ଘର ଭୂତଳଶାୟୀ ହୋଇଥିଲା ବାତ୍ୟା ବିପତ୍ତିରେ। ଶୁଣି ଦଉଡ଼ି ଗଲେ ରଙ୍ଗନାଥ। ସରକାରଙ୍କୁ କାତର ନିବେଦନ କରି କେତୋଟି ତମ୍ବୁ ପକାଇ ସେମାନଙ୍କୁ ଥଇଥାନ